ଆଉ କେଉଁଭଳି ଭାବରେ ସେ ଆମର ପ୍ରତ୍ୟେକ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି। ମୁଁ ଏହି ଘଟଣାଟିକୁ ଯେଉଁଭଳି ଭାବରେ ଅନୁଧ୍ୟାନ କରିଛି ସେଥିରୁ ମୋର ଧାରଣା ଆମର ଲୋକମାନଙ୍କର କାର୍ଯ୍ୟକଳାପ ଅଥବା ତାଙ୍କୁ ଦିଆଯାଉଥିବା ନିର୍ଦ୍ଦେଶ ଭିତରେ ନିଶ୍ଚୟ ବ୍ୟତିକ୍ରମ ରହୁଛି ଯାହା ଫଳରେ ତା’ର ସନ୍ଦେହ ଦୃଷ୍ଟି ହେଉଛି। କେମିତି? ଗତରାତ୍ରିର ଘଟଣାଟିକୁ ଯଦି ବିଶ୍ଳେଷଣ କରାଯାଏ ତା’ ହେଲେ ଆପଣ ନିଶ୍ଚୟ ଜାଣିପାରିବେ ଯେ ସେହି କୋଠାଟି ଯଦିଓ ପୋଲିସ ଦ୍ୱାରା ଅଧିକୃତ ହୋଇଛି ତଥାପି ତାହାରି ଉପରେ ଦର୍ସ୍ୟୁ ଅଜୟର ଗଭୀର ଧ୍ୟାନ ରହିଛି। ମାନେ ପୋଲିସର ଉପସ୍ଥିତି ଯେଉଁଠି ତା’ର ସନ୍ଦେହ ହିଁ ସେଇଠି ଏକତ୍ରିତ ହୋଇଛି। ଆଉ ହୁଏତ ସେ କଥା ଜାଣିନେଇଛି ଯେ ସେହି ଅଟ୍ଟାଳିକାରେ ନିଶ୍ଚୟ କୌଣସି ବୈଚିତ୍ର୍ୟ ରହିଛି। ଆଉ ସେଇଥିପାଇଁ ପୋଲିସ ଗାର୍ଡ ଥିଲେ ବି ତା’ ଉପରେ ତା’ର କୌଣସି ଅନୁଚର ଦୃଷ୍ଟି ରଖିଛି। ଗତକାଲି ସେହି ସିପାହୀ ଦୁଇ ଜଣଙ୍କୁ ଯେଉଁଭଳି ଭାବରେ ସ୍ଥାନାନ୍ତରିତ କରିବାକୁ ଫାଷ୍ଟ ଚିଫ୍ ନିର୍ଦ୍ଦେଶ ଦେଇଥିଲେ ତାହା ଦର୍ସ୍ୟୁ ଅଜୟର ଅନୁଚରର ଦୃଷ୍ଟିଶକ୍ତିକୁ ଏଡ଼ାଇ ଯାଇ ପାରି ନାହିଁ। ଆଉ ସେ ସେଥିପାଇଁ ତା’ର ଦଳକୁ ନିର୍ଦ୍ଦେଶ ଦେଇ ଦେଇଛି। ଲୁସି କଥାରୁ ଯାହା ଜଣାପଡ଼େ ଶତ୍ରୁଜିତ୍‌ଙ୍କୁ ଆଣିବା ପାଇଁ ସେ ଯଦି ତୁରନ୍ତ ପଦକ୍ଷେପ ନେଇ ନ ଥାନ୍ତା ତା’ ହେଲେ ଉଭୟେ ଦର୍ସ୍ୟୁ ଅଜୟର ବନ୍ଦୀ ଭାବରେ ଏବେ ରହିଥାଆନ୍ତେ। ଡକ୍ଟର ତୁଷାରକାନ୍ତି ତାଙ୍କର କଥା ସମାପ୍ତ କଲେ। ଦୀର୍ଘନିଶ୍ୱାସ ବସ୍‌ଙ୍କ କଣ୍ଠ ଧରା ନିର୍ଗତ ହେଲା। ସେ ଗମ୍ବୀର ଭାବରେ କହିଲେ ଏବେ ପୋଲିସ ଶକ୍ତି ଅତ୍ୟନ୍ତ ଦୁର୍ବଳ। ମି ଇଡମ୍ବିଏନ୍ ମଧ୍ୟ ଆଜି ଶତ୍ରୁଜିତ୍‌ଙ୍କ ଦଶା ଭୋଗ କରିବେ। ସେ ଦିଗରୁ କୌଣସି ଦୁର୍ଭାବନା ନାହିଁ କିନ୍ତୁ ସେହି ସୈତାନଟାକୁ ଧରିବାକୁ ପଡ଼ିବ ଯେ କୌଣସି ଉପାୟରେ। ମୋତେ ଆଦେଶ ଦିଅନ୍ତୁ ବସ୍। ନାଃ ଡକ୍ଟର। ସେ କାମ ଅପେକ୍ଷା ତୁମ ଉପରେ ଆହୁରି ଗୁରୁ ଦାୟିତ୍ୱ ଝୁଲି ରହିଛି। ମାନେ ଆମ ହାତରେ ଆଉ ମାତ୍ର ପନ୍ଦର ଦିନ ବ୍ୟବଧାନ ରହିଛି। ପନ୍ଦର ଦିନ ମାନେ? ତୁଷାରକାନ୍ତିଙ୍କ କଣ୍ଠସ୍ୱରରେ ଆଶ୍ଚର୍ଯ୍ୟତା ଦେଖା ଦେଲା। ସେହି ପନ୍ଦର ଦିନ ପରେ ଅର୍ଥାତ୍ ଛବିଶ ତାରିଖରେ ଆମର ନୂତନ ଟାୱାରର ଶୁଭ ଉଦ୍‌ଘାଟନ ହେବ। ଆଉ ସେଥିରେ ପରହିତ୍ୟ କରିବେ ସ୍ୱୟଂ ଏହି କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର। ମ୍ୟାନେଜିଂ ଡାଇରେକ୍ଟର! ତୁମେ ଏ ଅନୁଷ୍ଠାନ ବିଷୟରେ ଅତ୍ୟନ୍ତ ଶିଶୁ ମି ତୁଷାରକାନ୍ତି। ଏହା ହେଉଛି ଗୋଟାଏ ଆନ୍ତର୍ଜାତୀକ ସଂସ୍ଥା। ଏହାର ଅସଂଖ୍ୟ ଶାଖା ପୃଥିବୀର ବହୁ ଦେଶରେ ରହିଛି। ଆଉ ଏ ସବୁ ଯାହାର ସୁତୀକ୍ଷ୍ଣ ବ୍ରୁଦ୍ଧିବଳରେ ପରିଚାଳିତ ହେଉଛି ସେହି ନିଜେ ଏହି ଟାୱାର୍ ଉଦ୍‌ଘାଟନ କରିବାକୁ ଆସୁଛନ୍ତି। କିନ୍ତୁ ତାଙ୍କ ପଛରେ ଯଦି ତୁଷାରକାନ୍ତିଙ୍କ କଣ୍ଠରେ ଉଭୟର ଇଙ୍ଗିତ ଦେଖା ଦେଲା। ଏ ଥର ହସିଉଠିଲେ ବସ୍। ପ୍ରକାଶ୍ୟ ଦିବାଲୋକରେ ସେ ଘୂରି ବୁଲୁଛନ୍ତି। ଜ୍ଞାନୀ ମାନୀ ବିଜ୍ଞ ଭାବରେ ତାଙ୍କର ସୁଖ୍ୟାତି ରହିଛି। ଆଉ ତାଙ୍କୁ ଅକସ୍ମାତ୍ ଦୁର୍ଯୋଗରୁ ରକ୍ଷା କରିବା ପାଇଁ ଲୋକ ରହିଛନ୍ତି। ମୋଟ ଉପରେ ବାହାରେ ତାଙ୍କ ଉପରେ ବିପଦର ଆଶଙ୍କା ନାହିଁ କିନ୍ତୁ ଆମର ଏଠାରେ ଯେଉଁଭଳି ଭାବରେ ଅବ୍ୟବସ୍ଥା ଦେଖା ଦେଇଛି ସେହି ଦୃଷ୍ଟିରୁ ଏବେ ତାଙ୍କର ଭିଜିଟ୍ ଅନ୍ତତ ସ୍ଥଗିତ ରଖନ୍ତୁ ବସ୍। ଇମ୍ପସିବଲ୍। ଏହି ଟାୱାର୍ ଭିତରେ ବାହାରର କୌଣସି ଶକ୍ତି ତାଙ୍କ ଉପରେ ଆଘାତ ଆଣିପାରିବ ନାହିଁ। ସେ ଭୟ ମୁଁ କରୁ ନାହିଁ ଡକ୍ଟର କିନ୍ତୁ ଏଠିକାର ପ୍ରଡକ୍ସନ୍ ମାନେ ଯେଉଁଥିପାଇଁ ସେ କୋଟି କୋଟି ଟଙ୍କା ଖର୍ଚ୍ଚ କରି